ଅନ୍ୟର ଚଳଣି ସହିତ, ଭାବଭଙ୍ଗୀ ସହିତ ଖାପ୍ଖୁଆଇ ଚଳି ପାରୁନି। ଲୋକଟି ଛାଟିପିଟି ହୋଇ ପଳାଉଛି। ସବୁ ବାଧା ବନ୍ଧନ ଏଡ଼େଇ ସବୁ ମାୟା ମମତାର ବନ୍ଧନ କାଟି ଲୋକଟି ଧାଉଁଛି ତା'ର ବହୁ କପୋଳକଳ୍ପିତ ମନଗଢ଼ା ଝାଳୁଆ ମାଟିଆ ରାସ୍ତା ଉପରେ। ଲୋକଟି ତାର୍କିକ ନୁହେଁ। ତର୍କ ବିଦ୍ୟା ସମ୍ପର୍କରେ ତା'ର କେମିତି ଏକ ଅଜବ ଧାରଣା ରହିଛି। ଯୁକ୍ତି କରି ଅଯଥାରେ ମସ୍ତିଷ୍କକୁ ଭାରାକ୍ରାନ୍ତ କରିବାରେ କି ଆନନ୍ଦ। ଯୁକ୍ତିର କୌଣସି ସିଦ୍ଧାନ୍ତ ନାହିଁ। ଯେ କୌଣସି ତର୍କବାକ୍ୟ ବା ସିଦ୍ଧାନ୍ତକୁ ନେଇ ପୁଣି ଯୁକ୍ତି ଆରମ୍ଭ ହୋଇପାରେ। ସେ ସବୁର ସତ୍ୟାସତ୍ୟ ଯେତେ ସହଜ ପରି ମନେହୁଏ ତାହା ସେତିକି ସହଜ ନୁହେଁ। କେବଳ ମାତ୍ର ଗୋଟିଏ କଥା ହେଉଛି, ଯାହାକି ଦିବାଲୋକ ପରି ଉଜ୍ଜ୍ୱଳ ଓ ଆସନ୍ତା କାଲିର ସୂର୍ଯ୍ୟପରି ସତ୍ୟ, ତାହାହିଁ ହେଉଛି ବିଶ୍ୱାସ। ବିଶ୍ୱାସ ନଥିଲେ କିଛି ହୋଇ ପାରିବନି। ସତ୍ୟର ସନ୍ଧାନ ପାଇଁ ବିଶ୍ୱାସ ଏକ ଅମୋଘ ଅସ୍ତ୍ର। ଅନ୍ୟର ଉପଦେଶ, ପରାମର୍ଶ, ନିଷ୍ପ୍ରୟୋଜନ। ବ୍ୟକ୍ତି ନିଜକୁ ଚିହ୍ନି ନିଜ ଭିତରେ ବିଶ୍ୱାସ ଯଥେଷ୍ଟ ମାତ୍ରାରେ ପ୍ରଥମେ ସଞ୍ଚୟ କରି ରଖୁ। ନିଜ ଉପରୁ ବିଶ୍ୱାସ ହରାଇଥିବା ବ୍ୟକ୍ତି ପକ୍ଷେ ଧର୍ମ, ଈଶ୍ୱର ବିଶ୍ୱାସ, ଧର୍ମଗ୍ରନ୍ଥ, ଧର୍ମଯାଜକ ଓ ଧର୍ମପୀଠ ସବୁକିଛି ମୂଲ୍ୟହୀନ। ବିଭିନ୍ନ ପରିଚ୍ଛେଦରେ କ୍ରମାନ୍ୱୟରେ ୟା'କୁଇ କେନ୍ଦ୍ରକରି ଲୋକଟି କେତେ କଥା କହିଛି। ସ୍ଥିତିବାଦର ଅଇଣ୍ଠା ପତ୍ର ଚାଟି ଚାଟି କେତେଦିନ ଏମିତି ଦୋଦୁଲ୍ୟମାନ ଅବସ୍ଥାରେ ଜୀବନ ବିତେଇବା? ସବୁକିଛି ପ୍ରତିଷ୍ଠିତ ସତ୍ୟ ଓ ଜୀବନର ପ୍ରକୃତ ମୂଲ୍ୟବୋଧକୁ 'ଭୁଲ୍' ବୋଲି ପ୍ରମାଣିତ କରି କେତେଦିନ ଆଉ ଅରଣ୍ୟରେ ବାଟ ଭୁଲି ଘାଣ୍ଟି ହେଉଥିବା? ଲୋକଟିରା ବିଶ୍ୱାସ ଯେ ଏଠି ଜୀବନ ଯେତିକି ସତ୍ୟ, ମୃତ୍ୟୁ ମଧ୍ୟ ସେତିକି ସତ୍ୟ। ସୁତରାଂ ଜୀବନ ଓ ମୃତ୍ୟୁ ମଧ୍ୟରେ ଏକ ମନଖୋଲା ବୁଝାମଣା ଆବଶ୍ୟକ। ଏ ସବୁଥିପାଇଁ ସାହସ ଦରକାର। ସାହସୀ ଲୋକର ବିଶ୍ୱାସ ଖୁବ୍ ଦୃଢ଼। ଦୁର୍ବଳ ଲୋକ ଦୁଃସାହସୀ ନୁହେଁ। ସେ ଭୀରୁ, କ୍ଳୀବ। ତା'ର ହୀନମନ୍ୟତା, ନିଉଛଣାଭାବ ପାଇଁ ସେ ଦୁଃଖ ଭୋଗେ। ନିଜ ଉପରୁ ଆସ୍ଥା। ତୁଟେଇ ଅନ୍ୟକୁ ସାହାଯ୍ୟ ମାଗେ। ଅନ୍ୟର ମର୍ଜି ଉପରେ ନିର୍ଭର କରିବାକୁ ବାଧ୍ୟ ହୁଏ। କେବଳ ଯେ ସାହାସ ଥିଲେ ଜଣେ ଅଖଣ୍ଡ ବିଶ୍ୱାସର ଅଧିକାରୀ ହୋଇପାରିବ ଏହାର ମଧ୍ୟ କୌଣସି ମାନେ ନାହିଁ। ଅନେକ ସାହସୀ ବ୍ୟକ୍ତି ପ୍ରଚୁର ବିଶ୍ୱାସ ସତ୍ତ୍ୱେ ବି ବାରମ୍ବାର ପରାସ୍ତ ହୋଇଛନ୍ତି ଜୀବନ ଯୁଦ୍ଧରେ। ଇତିହାସ ତହିଁର ଜୀବନ୍ତ ପ୍ରତୀକ। ସେଥିପାଇଁ ଲୋଡ଼ା ଅପର୍ଯ୍ୟାପ୍ତ ଅଭିଜ୍ଞତା। ଅଭିଜ୍ଞତା ମନୁଷ୍ୟକୁ ଶକ୍ତ କରି ଗଢ଼େ। ଅଭିଜ୍ଞତାରୁହିଁ ମଣିଷ ଅକଲ ଶିଖେ। ସତ୍ୟାସତ୍ୟ ନିରୂପଣ କରିପାରେ। ଅଭିଜ୍ଞତା ରହିତ ମଣିଷ ଅନ୍ତଃସାର ଶୂନ୍ୟ। ଫମ୍ପା! ହଲୋମ୍ୟାନ୍। ଯେଉଁ ଲୋକର ଅଭିଜ୍ଞତା ଯେତେ ପ୍ରଖର, ତା'ର ଧୀଶକ୍ତି, ତା'ର ଜୀବନପ୍ରତି ମହଜୁଦ ରହିଥିବା ଧାରଣା ସେତିକି ବଳିଷ୍ଠ। ଆମ ପରମ୍ପରାର ପୃଷ୍ଠପୋଷକମାନଙ୍କ ମୁହଁରୁ କେବଳ ଯେ ବେଦ ନିଃସୃତ ଅମରବାଣୀ ଶୁଣିବାକୁ ମିଳେ ତାହା ନୁହେଁ, ବରଂ ସେମାନଙ୍କ ଜୀବନର ବହୁବିଧ ଅଭିଜ୍ଞତା ଓ ପ୍ରତ୍ୟକ୍ଷ ଅନୁଭୂତିରୁ ବଞ୍ଚି ରହିବାର ଯଥେଷ୍ଟ ଉପାଦାନ ସଂଗ୍ରହ କରାଯାଇପାରେ। ସୁତରାଂ ଏଠି ଧର୍ମ କହିଲେ ଆମେ ଏତିକି ବୁଝୁ ଯେ, ଯେକୌଣସି ବସ୍ତୁକୁ କେନ୍ଦ୍ରକରି ଯେ କୌଣସି ବ୍ୟକ୍ତିର ଅଭିଜ୍ଞତା କେତେ ଗଭୀର ତା'ର ତତ୍ସମ୍ପର୍କୀୟ ଅନୁଭୂତି ତଥା ଚିନ୍ତାଧାରା କେତେ ବେଶୀ ସୁସଞ୍ଜତ।